କୃଷ୍ଣପ୍ରସାଦ ବୋଲି ନୂଆପଡ଼ାରେ ପହୁଞ୍ଚି ପୁଣି ଥରେ ବାଟ ଭାଙ୍ଗେ-। ଏମିତି ଯାଉ, ଯାଉ ଚିଲିକା-ଗଣ୍ଡରେ ବେଳେ ବେଳେ ଝଡ଼ ହୁଏ। ସମଗ୍ର ଚିଲିକାଟା ସେହି ରୁଦ୍ର ଝଡ଼ରେ ଇତଃସ୍ତତ ହୋଇଉଠେ। ଚିଲିକାର ଛାତିକୁ ସତେ ଅବା କିଏ ଆଉଟି ପକାଏ-। ନୋଳିଆ ପ୍ରମାଦ ଗଣେ। କାଳିଜାଇ ନାଆଁରେ କୁକୁଡ଼ା ଯାଚି, ଅସହାୟ, ଅଜ୍ଞାନ ଶିଶୁପରି ପ୍ରକୃତିର ଶାନ୍ତରୂପକୁ ଅପେକ୍ଷା କରେ। ଝଡ଼ ଆପଣା ବାଟରେ ଚାଲିଗଲେ ସାହାସ ଡଙ୍ଗା ନେଇ ବାହେ-। ଚିଲିକା ଚଣ୍ଡ ପ୍ରଚଣ୍ଡ-ଭୈରବୀ-ମୂର୍ତ୍ତି ଧରି କେତେ ଲୋକଙ୍କ ଜୀବନକୁ ଯେ ବିପନ୍ନ କରିଛି ତା'ର ଠିକଣା ନାହିଁ। ନବବଧୂ କୋଳରୁ ତା'ର ପ୍ରିୟ ପ୍ରେମିକାକୁ, ବୃଦ୍ଧାମାତା କୋଳରୁ ତା'ର ଆଶା, ଆକାଙ୍କ୍ଷାର ପ୍ରତୀକ ଏକମାତ୍ର ସନ୍ତାନକୁ; ଅକର୍ମା ବଡ଼ ଭାଇଠାରୁ ଛୋଟ ଭାଇକୁ ସେ ଛଡ଼ାଇ ନେଇଛି। ପ୍ରବାଦ ଅଛି, ଚିଲିକା ଝଡ଼ରେ ନିଶ୍ଚିହ୍ନ ହୋଇଯାଇଥିବା ନୋଳିଆ ପୁଅ ମରିଯାଏ ନାହିଁ-। ଅଚିହ୍ନା ପୂର୍ଣ୍ଣମୀରେ ଚିଲିକାର ନୀଳ-ପଦ୍ମଟିଏ ହୋଇ କାଳିଯାଇ ପାଖରେ ଫୁଟେ। ମେନକା ତା'ର ଶୁଭ୍ର, ସ୍ୱଚ୍ଛ ହାତ ପାପୁଲିରେ ନୀଳ-ପଦ୍ମର ମସୃଣତା ପରୀକ୍ଷା କଲାବେଳେ ତାର ମୁକ୍ତି ହୁଏ-। ଇନ୍ଦ୍ରଲୋକକୁ ଚାଲିଯାଇ ଚିଲିକା ଉପରେ ତାରା ହୁଏ;। କିନ୍ତୁ ୟାର ତ ଆଉ ପ୍ରାମାଣିକ ତଥ୍ୟ ମିଳିବ ନାହିଁ! ସେ ଯାହା ହେଉ, ପାରିକୁଦ ଜନବାସୀ ସବୁଦିନ ସରଳ, ନିରୀହ ଓ ଅତିଥି ପରାୟଣ। ସଭ୍ୟ ନଗରୀ ପରି ଆଧୁନିକତାର ଉତ୍କଟ ବିଷ ସେମାନଙ୍କ ଜୀବନ ପ୍ରଣାଳୀକୁ କେବେହେଲେ ବିପନ୍ନ କରି ନାହିଁ। ଜୀବନ-ଦର୍ଶନକୁ ସ୍ୱାର୍ଥର ସଂକୀର୍ଣ୍ଣ ପରିସର ଭିତରେ ଆବଦ୍ଧ କରି ତହିଁରୁ ଛୋଟିଆ ଅର୍ଥଟିଏ ବାହାର କରିବାକୁ ସେମାନେ ଘୃଣା କରନ୍ତି। ଜୀବନ ଆକାଶପରି ବ୍ୟାପ୍ତ ଚିଲିକା ଗଣ୍ଡଠାରୁ ଆହୁରି ଗଭୀର। ଜୀବନ ଧର୍ମୀ ମଣିଷ ପାଖରେ ଜୀବନ୍ତ ପୃଥିବୀର ମାୟା ଅନେକ। ସେ ତା'ର ଆକର୍ଷଣକୁ ସହଜରେ ଭୁଲିପାରେ ନାହିଁ। ସେଥିପାଇଁ ମୃତ୍ୟୁ ଚିନ୍ତା ଆଡ଼େଇ ଦେଇ ମର୍ତ୍ତ୍ୟର ବିଭିନ୍ନ ଆକର୍ଷଣ ସଙ୍ଗେ ନିଜକୁ ବୁଡ଼ାଇ ରଖେ। ମୃତ୍ୟୁପରେ ବି ଏ ଦୁନିଆର ମୋହ ଭାଙ୍ଗି ନ ପାରି ଅଶରିରୀ ଭୂତ ହେବାକୁ ଭଲପାଏ। 'ଗୁରୁବାଇ'ରେ ରାଜ୍ୟର ରାଜଧାନୀ ଥିଲାବେଳେ ନଅରର ବିଶ୍ୱସ୍ତ ଗାଈଆଳ ଏକ ଆଶ୍ଚର୍ଯ୍ୟ ଖବର ନେଇ ଉଆସରେ ପହୁଞ୍ଚିଲା। ସେ କୁଆଡ଼େ ଦେଖିବାକୁ ପାଇଲା, ପାରିକୁଦରେ ଆଜି ଯେଉଁଠି ପ୍ରାସାଦ ଛିଡ଼ା ହୋଇଛି, ସେଇଠି ସାମାନ୍ୟ ବଗଟିଏ ବଳଶାଳୀ ଛଞ୍ଚାଣ ଉପରେ ମାଡ଼ି ବସିଛି। ବିଚରା ଛଞ୍ଚାଣ ପରାସ୍ତ ହୋଇ ମାଟି କାମୁଡ଼ି ପଡ଼ିଛି। ଏ ଖବର ବିଜୁଳୀ ବେଗରେ ଚାରିଆଡ଼େ ପ୍ରଚାର ହୋଇଗଲା। ସେଦିନର ରାଜା ବି କମ୍ ବିସ୍ମିତ ହେଲେ ନାହିଁ। ସେମାନେ ମେଳି ହୋଇ ଆସି ଦେଖିଲେ ସତକୁ ସତ ସେହି ଘଟଣା ଘଟିଛି। ରାଜ୍ୟର ଜ୍ଞାନୀ ଓ ଉଆସର ପଣ୍ଡିତମାନେ ମତଦେଲେ ସ୍ଥାନଟିର ନିଶ୍ଚୟ କିଛି ମାହାତ୍ମ୍ୟ ଅଛି। ନ ହେଲେ ସେ ମାଟିରେ ଏତେବଡ଼ କାଣ୍ଡ ଘଟି ନ ଥାନ୍ତା! ସେହିଦିନଠୁ ସେଇଠି ନଅର ନିର୍ମାଣ ଚାଲିଲା। ଏତେବଡ଼ ଶକ୍ତିଶାଳୀ ସ୍ଥାନ ଥାଉ ଥାଉ ଆଉ କଣ ଗୁରୁବାଇରେ ରାଜଧାନୀ ହୁଅନ୍ତା? ସମଗ୍ର ପାରିକୁଦରେ ନୂତନ ରାଜଧାନୀର ଗୁରୁତ୍ୱ ବଢ଼ିଗଲା। 'ବଗ ଓ ଛଞ୍ଚାଣ' ଉପଖ୍ୟାନ ରାଜଧାନୀକୁ ଆହୁରି ଶକ୍ତିଶାଳୀ କଲା। ରାଜା କୃଷ୍ଣ ବେହେରାକୁ ଡାକି ପାଖରେ ବସାଇଲେ। ଏତେ ବଡ଼ ସୁଖବର ଦେଇଥିବା ହେତୁ ତା'ର ଇଚ୍ଛାମୁତାବକ କିଛି ଦାନ କରିବାକୁ ଚାହିଁଲେ। କିନ୍ତୁ କୃଷ୍ଣ ବେହେରା ବଡ଼ ଚାଲାକ। ସେ ଭାବିଲା,